ଉଦ୍ଦିଷ୍ଟ ମ୍ୟାଚ୍ ଶେଷରେ ଦଳର ଏଗାର ଖେଳାଳୀଙ୍କୁ ପଦକ ପ୍ରଦାନ କରାଯାଉଥିଲା। ନଭେମ୍ବରରେ ଉଣେଇଶ ଶହ ତିରିଶରୁ ବିଜେତା ସମସ୍ତ ଦଳକୁ ପଦକ ଦିଆଯିବା ନେଇ ଫିଫା ନିଷ୍ପତ୍ତି ନେଇଥିଲା। ପ୍ରତି ବିଶ୍ୱକପର ସମାପନରେ ବିଭିନ୍ନ ଦଳ ଓ ଖେଳାଳୀମାନଙ୍କୁ ନିଶେଷ ପ୍ରଦର୍ଶନ ପାଇଁ ପୁରସ୍କାର ଦିଆଯାଇଥାଏ। ଖେଳାଳୀଙ୍କ ଦଳର କ୍ରମ ଉପରେ ଏହି ପୁରସ୍କାର ନିର୍ଭର କରେନାହିଁ। ଫିଫା ବିଶ୍ୱକପରେ ଦିଆଯାଉଥିବା ଛଅଟି ବିଭିନ୍ନ ପୁରସ୍କାର ହେଲା ପ୍ରତିଯୋଗିତାର ସମସ୍ତ ଶ୍ରେଷ୍ଠ ଖେଳାଳୀଙ୍କୁ ଫିଫାର ସର୍ବତାରକା ଦଳରେ ସ୍ଥାନୀତ କରାଯାଇଥାଏ। ଉଣେଇଶ ଶହ ଅଠାନବେରୁ ଏହି ପୁରସ୍କାର ଦିଆଯାଇ ଆସୁଛି। ବିଶ୍ୱକପରେ ସବୁଠାରୁ ଅଧିକ ମ୍ୟାଚ୍ ଖେଳିବାର କିର୍ତ୍ତୀମାନ ମିଳିତ ଭାବେ ତିନି ଜଣଙ୍କ ନାମରେ ରହିଛି। ସେମାନେ ହେଲେ ମେକ୍ସିକୋର ଆଣ୍ଟୋନିଓ କାର୍ବାୟାଲ୍ ଓ ରାଫାଏଲ୍ ମାର୍କ୍ୱେଜ୍ ଏବଂ ଜର୍ମାନୀର ଲୋଥାର୍ ମାଟ୍ହେଉସ୍। ସର୍ବାଧିକ ପଚିଶଟି ମ୍ୟାଚ୍ ସହିତ ମାଟ୍ହେଉସ୍ ଦେଇଛନ୍ତି ସବୁଠାରୁ ଅଧିକ ବିଶ୍ୱକପ ମ୍ୟାଚ୍ ଖେଳିଥିବା ଖେଳାଳୀ। ବ୍ରାଜିଲର ଡେଲ୍ମା ସାଣ୍ଟୋସ୍ ପଶ୍ଚିମ ଜର୍ମାନୀର ଫ୍ରାଂଜ୍ ବେକେନ୍ବାଉଅର୍ ଓ ଜର୍ମାନୀର ଫିଲିପ୍ ଲାମ୍ ତିନି ବର୍ଷ ଧରି ଫିଫା ବିଶ୍ୱକପର ସର୍ବତାରକା ଦଳରେ ସ୍ଥାନ ପାଇଥିଲେ। ଏପରି କୀର୍ତ୍ତିମାନ କେବଳ ଏହି ତିନିଜଣଙ୍କ ନାମରେ ରହିଛି। ଜର୍ମାନୀର ମିରୋସ୍ଲାଭ୍ କ୍ଲୋଜା ଦୁଇ ହଜାର ଦୁଇରୁ ବିଶ୍ୱକପ ଯାଏଁ ନିଜ ଦେଶର ପ୍ରତିନିଧିତ୍ୱ କରି ଆସିଛନ୍ତି ଏବଂ ବିଶ୍ୱକପରେ ସର୍ବାଧିକ ଷୋହଳଟି ଗୋଲ୍ କରିଛନ୍ତି। ଉଣେଇଶ ଶହ ଅଠାନବେର ବିଶ୍ୱକପ ଖେଳିଥିବା ବ୍ରାଜିଲର ଫୁଟବଲ୍ ତାରକା ରୋନାଲ୍ଡୋ ତାହା ପୂର୍ବରୁ ପନ୍ଦରଟି ଗୋଲ୍ କରି ରେକର୍ଡ଼୍ କରିଥିଲେ। ମସିହା ବ୍ରାଜିଲ୍ ବାନାମ ଜର୍ମାନୀ ସେମିଫାଇନାଲ୍ ମ୍ୟାଚ୍ରେ କ୍ଲୋଜା ରୋନାଲ୍ଡୋଙ୍କ ରେକର୍ଡ଼୍ ଅତିକ୍ରମ କରିଥିଲେ। ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ଖେଳାଳୀ ହେଲେ ପଶ୍ଚିମ ଜର୍ମାନୀର ଗେର୍ଡ୍ ମ୍ୟୁଲର୍। ସେ ଓ ବିଶ୍ୱକପ ଖେଳି ଚଉଦଟି ଗୋଲ୍ କରିଛନ୍ତି। ଫ୍ରାଂସ୍ର ଜଷ୍ଟ୍ ଫୋଣ୍ଟେନ୍ ଏହି ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ସେ ବିଶ୍ୱକପରେ ସମୁଦାୟ ତେରଟି ଗୋଲ୍ କରିଛନ୍ତି। ଗୋଟିଏ ବିଶ୍ୱକପ ପ୍ରତିଯୋଗିତାରେ ସର୍ବାଧିକ ଗୋଲ କରିବାର କୀର୍ତ୍ତିମାନ ଫୋଣ୍ଟେନ୍ଙ୍କ ନାମରେ ରହିଛି। ଏହି ନିଷ୍ପତ୍ତି ଫଳରେ ବ୍ରାଜିଲର ପେଲେ ଓ ମସିହାର ବିଶ୍ୱକପ ପାଇଁ ପଦକ ପାଇଥିଲେ। ଏହିପରି ଭାବେ ତିନି ବର୍ଷ ବିଜେତା ପଦକ ପାଇଥିବାର ସମ୍ମାନ ହାସଲ କରିବାରେ ପେଲେ ହେଉଛନ୍ତି ଏକମାତ୍ର ଖେଳାଳୀ। ମସିହାର ବିଶ୍ୱକପରେ ପେଲେ ଆଘାତ ଯୋଗୁଁ ଖେଳିପାରି ନଥିଲେ କିନ୍ତୁ ଦଳର ସଦସ୍ୟ ହୋଇଥିବାରୁ ପଦକ ପାଇଥିଲେ। ଦୁଇ ବର୍ଷ ବିଜେତା ପଦକ ପାଇଥିବା ଅନେକ ଖେଳାଳୀ ରହିଛନ୍ତି। ଏବେ ପର୍ଯ୍ୟନ୍ତ ସାତ ଜଣ ଖେଳାଳୀ ସମସ୍ତ ଭିନ୍ନ ପଦକ ପାଇଛନ୍ତି। ସେମାନେ ହେଲେ ପଶ୍ଚିମ ଜର୍ମାନୀର ବେକେନ୍ବାଉଅର୍ ୟୁର୍ଗେନ୍ ଗ୍ରାବୋସ୍କି ହୋର୍ଷ୍ଟ୍ଡିଟର୍ ହୋଟ୍ଗେସ୍ ସେପ୍ ମାୟର୍ ଓ ୱୁଲ୍ଫ୍ଗାଂଗ୍ ଓଭେରାଥ୍ ଇଟାଲୀର ଫ୍ରାଂକୋ ବାରେସି ଓ ଜର୍ମାନୀର ମିରୋସ୍ଲାଭ୍ କ୍ଲୋଜା। ଖେଳାଳୀ ଓ ପ୍ରଶିକ୍ଷକ ଭାବେ ବିଶ୍ୱକପ ଜିତିଥିବା ମାତ୍ର ଦୁଇ ଜଣ ଖେଳାଳୀ ହେଲେ ବ୍ରାଜିଲର ମେରିଓ ଜାଗାଲୋ ଓ ପଶ୍ଚିମ ଜର୍ମାନୀର ଫ୍ରାଂଜ୍ ବେକେନ୍ବାଉଅର୍। ଜାଗାଲୋ ଖେଳୁଥିବା ବେଳେ ବ୍ରାଜିଲ୍ ଉଣେଇଶ ଶହ ଅଠାବନ ଓ ଉଣେଇଶ ଶହ ବାଷଠି ମସିହାରେ ଏବଂ କୋଚ୍ ଥିବା ସମୟରେ ଉଣେଇଶ ଶହ ସତୁରି ମସିହାରେ ବିଜେତା ହୋଇଥିଲା । ବେକେନ୍‍ବାଉଅର୍ ଖେଳୁଥିବା ସମୟରେ ଉଣେଇଶ ଶହ ଚଉସ୍ତରୀ ଓ କୋଚ୍ ଥିବା ବେଳେ ଉଣେଇଶ ଶହ ନବ୍ବେ ମସିହାରେ ଜର୍ମାନୀ ବିଶ୍ୱବିଜେତା ହୋଇଥିଲା। ନିଜ ଦଳକୁ ଦୁଇଟି ବିଶ୍ୱକପରେ ବିଜୟୀ କରାଇଥିବା ବିଶ୍ୱର ଏକମାତ୍ର କୋଚ୍ ହେଲେ ଇଟାଲୀର ଭିଟ୍ଟୋରିଓ ପୋଜ୍ଜୋ। ସମସ୍ତ ବିଶ୍ୱବିଜେତା ଦଳର କୋଚ୍ ତାଙ୍କ ନିଜ ଦେଶର। ଅନ୍ୟ ପ୍ରକାରରେ କହିଲେ କୌଣସି ବିଦେଶୀ କୋଚ୍ଙ୍କ ଦଳ କେବେ ବିଶ୍ୱକପ ଜିତିପାରି ନାହିଁ। ଜାତୀୟ ଦଳମାନଙ୍କ ମଧ୍ୟରେ ଜର୍ମାନୀ ସବୁଠାରୁ ଅଧିକ ଏକ ଶହ ଛଅଟି ବିଶ୍ୱକପ ମ୍ୟାଚ୍ ଖେଳିଛି ଆଠ ଥର ଫାଇନାଲ୍ ତେର ଥର ସେମିଫାଇନାଲ୍ ଓ ଷୋହଳ ଥର କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟନ୍ତ ଉତୀର୍ଣ୍ଣ ହୋଇଛି ଏବଂ ବିଶ୍ୱକପରେ ସର୍ବାଧିକ ଦୁଇ ଶହ ଚବିଶଟି ଗୋଲ୍ ମାରିଛି। ଅପର ପକ୍ଷରେ ବ୍ରାଜିଲ୍ ସର୍ବାଧିକ ଥର ବିଶ୍ୱକପରେ ଖେଳିଛି। ବ୍ରାଜିଲ ଓ ଜର୍ମାନୀ ପରସ୍ପରକୁ ବିଶ୍ୱକପରେ ଦୁଇଥର ଭେଟିଛନ୍ତି। ଦୁଇ ହଜାର ଦୁଇ ମସିହାର ବିଶ୍ୱକପ ଫାଇନାଲରେ ବ୍ରାଜିଲ୍ ବିଜୟୀ ହୋଇଥିବା ବେଳେ ଦୁଇ ହଜାର ଚଉଦ ବିଶ୍ୱକପ ସେମିଫାଇନାଲ୍‍ରେ ଜର୍ମାନୀ ବିଜୟୀ ହୋଇଥିଲା।